ଅଥଚ ପ୍ରତାପ ତାକୁ ପଚାରି ନାଇଁ। ତଥାପି ତୃପ୍ତିର ତା ପ୍ରତି ଟିକିଏ ହେଲେ ଅସହିଂସୁ ଭାବ ଜାଗରିତ ହୋଇ ନାହିଁ। ଧନ୍ୟ ଏ ନାରୀ ଜାତି। ପୃଥିବୀ ପରି ଏମାନେ ସର୍ବଂସହା। ଜଗଦୀସ୍ ତୃପ୍ତି ପାଇଁ ବହୁ ସ୍ଥାନ ବୁଲିଲା। ହେଲେ ଏପରି ବିକଳାଙ୍ଗ ଶରୀରକୁ ଅର୍ଦ୍ଧାଙ୍ଗିନୀ କରିବାକୁ ସଭିଏ ନାସ୍ତି ବାଣୀ ଶୁଣାଇ ଦେଲେ। ଅବଶେଷରେ ଜଗଦୀଶ୍ ନିରାଶ ହୋଇ ବିଷର୍ଣ୍ଣ ବଦନରେ ବସିରହିଲେ। ତୃପ୍ତି ହସିଦେଇ କହିଲେ—ଜଗଦୀଶ୍ ବାବୁ! ବହୁତ ଲୋକ ଅତିବାହିତ ଜୀବନ ଯାପନ କରୁଛନ୍ତି। ମୁଁ ପାରିବି! ଆପଣ ଯାହା ପାରିଲେ, ମୁଁ ପାରିବି ନାହିଁ କାହିଁକି? କହନ୍ତୁ ଭଲା, ଆପଣଙ୍କୁ ଭଗବାନ ଧନ, ଜନ, ଗୋପ, ଲକ୍ଷ୍ମୀ, ଯଶ ବିପୁଳ ପରିମାଣରେ ଦେଇଚନ୍ତି। ବହୁନାରୀ ଆପଣଙ୍କ ପ୍ରତି ଆକୃଷ୍ଟ; ଅଥଚ ଆପଣ ମୋ ବିବାହ ପାଇଁ ଚିନ୍ତିତ। ମୋ ପରି ବୋଝ କାହିଁକି ଅନ୍ୟ ଲୋକ ବହନ କରିବ, କହିଲେ ଭଲା। ଜଗଦୀଶ୍ ର ରାଗ ପ୍ରତାପ ଉପରେ ଶତଗୁଣିତ ହେଲା। ସାରା ଜୀବନର ଦ୍ରୁତ ତାଙ୍କୁ ତ୍ୟାଗ କରିବାକୁ ପଡ଼ିଥିଲା। ବଡ଼ ନିଷ୍ଠୁର ଏ ବାଣୀ। ସ୍ୱାମୀ ଶଶୀଶେଖର ଶୁଣି ନ ଶୁଣିଲା ପରି ବସି ଗୋଟାଏ ମାତ୍ର ଦୀର୍ଘନିଃଶ୍ୱାସ ତ୍ୟାଗ କଲେ। ଏହା ବିନା ଅନ୍ୟଗତି ନଥିଲା ତାଙ୍କର। ପୁନର୍ଜନ୍ମକୁ ସେ ବିଶ୍ୱାସ କରୁ ନଥିଲେ। ଏହାକୁ ଅନ୍ଧ ବିଶ୍ୱାସ ବୋଲି ସେ ହସି ଉଡ଼ାଇ ଦେଉଥିଲେ। ତେବେ କେଉଁ ଦୋଷର ଫଳ ସ୍ୱରୂପ ସେ ପାଇଲେ ଏପରି ବିକଳାଙ୍ଗ ଶିଶୁ। ଶିଶୁଟିଏ, ତାର ପୁଣି ପାଟି ନାଇଁ କି ନାକ ନାଇଁ। ଯେଉଁ ଶିଶୁ ପାଇଁ ତାଙ୍କର ସ୍ତ୍ରୀ ରାତ୍ର ଉଜାଗର ରହି ଜାଗର ଜାଳି ଅଛନ୍ତି, ବାର ମାସରେ ତେର ବ୍ରତ କରି ଅଛନ୍ତି ଓ ଉତ୍କୋଚ ଆଦି ନ ଦେବା ପାଇଁ ରାଣ ନିୟମ ପକାଇଛନ୍ତି। କୁଳନୀ ଘରୁ ସୁନ୍ଦର କନ୍ୟାଟିଏ ଆଣିଥିଲେ। ଉଭୟ ପୁତ୍ର ଓ ପୁତ୍ରବଧୁ ବଂଶ ନୀରୋଗ ଓ ସୁସ୍ଥ ସବଳତାରେ ଅଦ୍ୱିତୀୟ; ଅଥଚ ଭାଗ୍ୟର ଏ ବିଡ଼ମ୍ବନା କାହିଁକି? ଦୁଇ ତିନି ମାସ କାଳ ଶଶୀଶେଖର ସ୍ୱ ସହଧର୍ମିଣୀଙ୍କୁ ବୁଝାଇ ବୁଝାଇ ମନ ପରିବର୍ତ୍ତନ କରିବାର ଉଦ୍ୟମ କଲେ। ଆହୁରି ସନ୍ତାନ ହେବେ। ଡଉଲ ଡାଉଲ୍ ସୁନ୍ଦରିଆ ପିଲେ ଜନ୍ମିବେ। ଶର୍ମିଷ୍ଠା କ୍ରୋଡ଼ ପୂରି ଉଠିବ। ବ୍ୟସ୍ତ ହେବାର କ'ଣ ଅଛି? ସାଙ୍ଗ ସାଥୀ ଆସିଲେ ଶଶୀଶେଖରଙ୍କ କାନରେ ଫୁସ୍ ଫାସ୍ ହେଲେ। କାନ୍ଥର ଦୁଆର ଓ ଝରକାର କାନ ଅଛି। ଶର୍ମିଷ୍ଠା ଶୁଣିଲେ। କଇଁ କଇଁ ହୋଇ କାନ୍ଦିଲେ। ସ୍ୱାମୀଙ୍କ କୋଡ଼ରେ ମୁହଁ ଗୁଞ୍ଜିଲେ। ଝର ଝର। ଦିଶିଲା ନାହିଁ, ହେଲେ ପାଉଁଶ ଭିତର ପ୍ରଚ୍ଛନ୍ନ ଅଗ୍ନି ପରି ସେମନଙ୍କ ମନରେ ବିବାଦଭାବ ଲୁଚି ରହିଲା, ଲିଭିଲା ନାହିଁ। ଚଇତନର ଏକମାତ୍ର ପୁଅ 'ଭିକା' ଆଉ କପିଳର ଏକମାତ୍ର ଝିଅ 'ମାଗି'। ବହୁଦିନ ପରେ ଦିଅଁଙ୍କୁ ଭିକ ମାଗି 'ଭିକା' ଆଉ ଠାକୁରାଣୀଙ୍କଠାରେ ମାଗୁଣିରୁ 'ମାଗି'ର ଜନ୍ମ। ଗୋଟିଏ ଚିନ୍ତାଧାରା ଓ ଏକା ପ୍ରକାରର ଭାବଧାରା ଧରି ପଲ୍ଲୀ ନାଗରିକ ଜନ୍ମ। "କଥା ମାଜିଲେ ମୋଟ, ବାସନ ମାଜିଲେ ସରୁ"—ସାମାନ୍ୟ ସାମାନ୍ୟ କଥାକୁ ଭାବି ଭାବି ବୃଥାରେ ବଢ଼ାଇ ମୋଟ୍ କରି ଦିଆ ଯାଇଥାଏ। ଗାଁ ଗହଳର ନିର୍ମଳ ପବନ, ସ୍ୱଚ୍ଛଜଳ, ଶୁଭ୍ର ଆଲୋକର ଏଇ ଶିଶୁ ଦୁଇଟି ବଢ଼ି ଚାଲିଲେ। ନିଜ ନିଜ ଘରର କଳହ, ବାଦ ବିସମ୍ବାଦ ସେମାନଙ୍କୁ ସ୍ପର୍ଶ କଲାନି, ଅନ୍ୟ ପିଲାଙ୍କ ଠାରୁ ଭିକା ଆଉ ମାଗି ସ୍ୱତନ୍ତ୍ର। ଉଭୟେ ଡଉଲ ଡାଉଲ, ଚିକ୍କଣ, ଚାକ୍କଣ, ବଡ଼ ସୁନ୍ଦର। ଉଭୟେ ସ୍ନେହଶୀଳ ଓ ଗୁଣର। ଜଣେ ଅନ୍ୟ ଜଣଙ୍କ ପ୍ରତି ସର୍ବଦା ଆକୃଷ୍ଟ।